ସାହିତ୍ୟିକମାନେ ନିଜକୁ କୌଣସି ଗାଆଁର ପୁଅ ବୋଲି ଅନୁଭବ ନକରି ସତେଅବା କେଉଁ ବିଦେଶୀ ବାସରଘରର ଵୃହନ୍ନଳା ପରି ଭାବିଲେ ଓ ସେଥରୁ କୁଣ୍ଢେ କୁଣ୍ଢେ ରତିସୁଖ ଲାଭ କଲେ। ଆମ ସାହିତ୍ୟରେ ଆଉ ଆମର ଅସଲ କଥାଗୁଡ଼ାକ ମୋଟେ ଲେଖା ହେଲା ନାହିଁ। ତଥାପି ସାହିତ୍ୟ ନାମରେ ଗୁଡ଼ିମାନେ ଉଡ଼ିଲେ। ଆମ ସମୀକ୍ଷାକାରମାନେ ସମୁଦ୍ରବାଲିର ବିଶାକାଠି ଧରି ଏଠି ସାହିତ୍ୟ ସାହିରେ ସଭାମାନ କଲେ ଓ ବହିମାନ ଲେଖିଲେ। ସେଇମାନେ ଭୂଇଁ ଛାଡ଼ିଥିଲେ, ତେଣୁ ଅଲିଅଳରେ ସାହିତ୍ୟକୁ ଏକ ସାରସ୍ଵତ କର୍ମ ବୋଲି କହିଲେ। ବିଗତ ପଚାଶ ବର୍ଷ ମଧ୍ୟରେ ପଲ୍ଲୀ ଉପରେ ଅବହେଳା ଏବଂ ଚରମ ଉଦାସୀନତାର ଯେଉଁସବୁ ବାତ୍ୟା ବୋହି ଯାଇଛି, ତାହା ହିଁ ପଲ୍ଲୀକୁ ଏପରି ନିଦାରୁଣ ଭାବରେ ଅଚେତା କରି ରଖିଛି। ଏଣିକି ଆମ ପଲ୍ଲୀ ତାହାର ପ୍ରତିବାଦ କରି ଶିଖିବ। ପଲ୍ଲୀର ସବୁକଥା ପଲ୍ଲୀ ହିଁ ବୁଝିବ। ପଲ୍ଲୀ ଆଉ କଦାପି ସହରର ଅଇଁଠା ପାଠକୁ ପଢ଼ିବା ଲାଗି ରାଜି ହେବ ନାହିଁ। ଧୋବ ଲୁଗା ଏବଂ ବିଦେଶୀ ଇଂରାଜୀ କଥା ଜୋତା ଫଟ୍ ଫଟ୍ କରି ଆମ ଗାଆଁକୁ ଆସିଲେ ଆମେ ଏଣିକି ସେମାନଙ୍କୁ ଗୋଡ଼ରୁ ଜୋତା ଓହ୍ଲାଇ ଆମ ପିଣ୍ଡା ଉପରକୁ ଉଠିବା ପାଇଁ ସିଧା କହି ଦେଇ ପାରିବା-। ଆମକୁ ସାଙ୍ଗରେ ବସାଇ ହିଁ ଆମର ଏହି ପଲ୍ଲୀ ବିଷୟରେ ଯାବତୀୟ କଥାର ନିଷ୍ପତ୍ତି ତଥା ନିର୍ଦ୍ଧାରଣ ହେବ। ପଲ୍ଲୀକୁ ଆହୁରି ଜ୍ଞାନ ଆସିବ, ବିଜ୍ଞାନ ଆସିବ, ପଲ୍ଲୀର ଚାଷ ଆଧୁନିକତମ ବିଜ୍ଞାନ ମୁତାବକ ହେବ। ମାତ୍ର ସେଥିଲାଗି ସହରରୁ କେଳାମାନେ ଆସି ନଳ ଯୋଖି ଗ୍ରାମର ଅସଲ ଜୀବନର ପ୍ରତିନିଧିତ୍ଵ କରୁଥିବା ଭରସାମାନଙ୍କୁ ହରଣ କରି ନେଇଯିବେ, ଆମେ ତାହା ମୋଟେ କରାଇ ଦେବୁ ନାହିଁ। ପ୍ରତିବାଦ କରିବୁ। ଆମେ ଆମ ଭାଷାରେ ହିଁ କଥା କହିବୁ। ହାକିମମାନେ ଆମ ଭାଷାରେ କୁହାଯାଉଥିବା କଥାକୁ ବୁଝିବା ନିମନ୍ତେ ସେମାନଙ୍କୁ ଆମେ ବାଧ୍ୟ କରିବୁ। ଯୁଗ ଯୁଗରୁ ଭାରତଭୂମିରେ ନାନା ଭଳି ହଟଚମଟ ଦେଖାଇ ଏବଂ ଚାରୁ ଶାସ୍ତ୍ରମାନ ବଖାଣି ସଂଖ୍ୟାଲଘୁଟା ସଂଖ୍ୟାଧିକ ଉପରେ ସବାର ହୋଇ ବସି ଆସିଛି। ସଂଖ୍ୟାଧିକ ସବୁକାଳେ ବୋକା ହୋଇ ଅନାଇଛନ୍ତି ଏବଂ ସଂଖ୍ୟାଲଘୁ ଗରିଷ୍ଠମାନେ ତାକୁ ଭଳି ଭଳି କାଇଦା ସହିତ ସର୍ବଦା ଭୋଗ କରି ଆସିଛନ୍ତି। ସ୍ୱାଧୀନ ଭାରତବର୍ଷରେ ଏହି ଅରୀତିଟା ଆଗ ବଦଳିବ ବୋଲି ଆମ ତତ୍କାଳୀନ ନେତୃବର୍ଗ ଆମକୁ କେତେ ବିଶ୍ୱାସ ଦେଇ ଅନୁକ୍ଷଣ କହିବାରେ ଲାଗିଥିଲେ। ଭାରତବର୍ଷ ସ୍ଵାଧୀନ ହେଲା ସତ, ମାତ୍ର ସେହି ଅଧର୍ମଟା ତଥାପି ବଦଳିଲା ନାହିଁ। ବରଂ ନୂଆ ନୂଆ ଅସମତା ଏବଂ ନୂଆ ନୂଆ ଦୂରତାର ହିଁ ସୃଷ୍ଟି କରାଗଲା। ଦେଶର ପଣ୍ଡିତମାନେ, ସାଧୁ ଓ ସଜ୍ଜନମାନେ ସବାଆଗ ନିଜ ମହତକୁ ଜଗି ଅଧର୍ମଟାର ପଟେ ହିଁ ରହିଲେ। ପୋଲା ପୁଣ୍ୟୋପଦେଶ ଶୁଣାଇଲେ। ଆମ ନେତାମାନେ ଜାତୀୟତାର ମିଛ ଧ୍ୱନିଗୁଡ଼ାକ ଦେଇ ଆମକୁ ଭଣ୍ଡି ଦେଲେ। ପଲ୍ଲୀ ଏହିପରି ଭାବରେ ନାରଖାର ହୋଇ ରହିଲା। ଯେଉଁମାନେ ପଲ୍ଲୀକୁ ପ୍ରକୃତ ନେତୃତ୍ଵ ଦେଇଥାନ୍ତେ, ସେମାନଙ୍କୁ ତଥାକଥିତ ସହର ଓଷଦ କରି ନେଇଗଲା। ଏବଯାଏ ଯେଉଁମାନେ ଗାଆଁ ଛାଡ଼ି ସହରକୁ ଯାଇଛନ୍ତି, ସେମାନେ ଅତ୍ୟନ୍ତ ନିବୁଜ ଏବଂ ନିର୍ମମ ଭାବରେ ସହରକୁ ଯାଇଛନ୍ତି। ଏକାନ୍ତ ବ୍ୟକ୍ତିଗତ ସିଦ୍ଧିର ଆକର୍ଷଣରେ ତେଣେ ବାହାରି ଯାଇଛନ୍ତି। ସହରରେ ଚାକିରି କରିଛନ୍ତି, ସରକାର ବନିଛନ୍ତି, କେତେଭଳି କ୍ଷମତାର ତମ୍ପସାପକୁ ବେକରେ ଲମ୍ବାଇ ଏହି ଦେଶଟାକୁ